କିନ୍ତୁ ଏଥର ହଜାରେ ଟଙ୍କା ଦଉଚି କିଏ? ବିନା ହେଣ୍ଡନୋଟ ତମସୁକରେ। ପୁଣି ପଟ୍ଟନାହାକ ଘର ଯଦି କରଜ କରନ୍ତି ଏକଥା ସଂସାର ଜାଣିବ ତ? ଲୋକେ ଯଦି ଶୁଣିବେ ଏକଥା, ଜାଣିବେ, ପଟ୍ଟନାହାକ ଘରମାନ ମହତ୍ ସବୁ ଗଲା। ସବୁ ଭାସିଯିବ। ସେଇ ଦିନ, ସେଇ ରାତିରେ ଭାଗୁ ମହାନ୍ତି କି ଡାକି ମଦନ ପଟ୍ଟନାୟକେ କହିଲେ''ହଇରେ ଭାଗୁ, ତୁ କ'ଣ ଆଉ ମୋ ଉପରେ ସେଇ ରାଗ ରଖିଛୁନା? ଗଲା କଥା ଗଲାଣି। ବାପ ଦାଦି ମୁରବି ଲୋକ। ଭୁଲୁଟା ଭୁଲ୍ଭଟ୍କା। ଦେଖିଲେ ଚାପୁଡ଼େ ଅଧେ ଯଦି ପକେଇ ଦିଅନ୍ତି, ତେବେ ତାକୁ ପୁଅ ପୁତୁରା ନ ସହିବେ ତ ଆଉ କିଏ ସହିବ? ତେବେ ପୁଅ ପୁତୁରା ହେଇଥିଲ କିଏ କାହିଁକି? '' ଭାଗୁ ମହାନ୍ତି କଥାର ଲମ୍ୱା ଚଉଡ଼ାକୁ ମାପି ତା'ର ପରିଧିଟାକୁ ବେଶ୍ ଠଉରେଇ ନେଲେ। ହଠାତ ସେ ଦିନର କଥା ମନେ ପଡ଼ିଲା। ବିଜୁଳି ପରି ଚମକ ଲଗେଇ ଦେଲା ସେ। ଦେହ ଭିତରଟା ଉଷୁମ ହେଇ ଉଠିଲା। ହସିବା ବେଳକୁ ହସ ଚାପା ପଡ଼ି ଯାଉଥାଏ। ହସିବାକୁ ଚେଷ୍ଟା କରି ସେ ବଡ଼ କଷ୍ଟରେ ଓଠ ଉପରେ ହସ ଫୁଟାଇ ଫୁଟାଇ ପାରିଲେ। ସାମାନ୍ୟ। କିନ୍ତୁ ଭିତରେ କଲିଜା ଭିତରେ କିଏ ଯେମିତି ଜିଭ ଲହ ଲହ କରି ବିଷ ହୁଳ ବୁଲେଇ ଦେଇ ଯାଉଛି। ବହୁ କଷ୍ଟରେ ନିଜର ରୂପକୁ ଲୁଚାଇବାର ଚେଷ୍ଟା କରି ସେ କହିଲେ ''ସବୁ ଦିନେ କାହାରି ସମାନ ଯାଏଁ ନାହିଁ ଦାଦି। ଆଜି ଦି' ପଇସା କମଉଚି, କିଏ ଜାଣେ କାଲି ଭାଗ୍ୟରେ କ'ଣ ଅଛି। ସାଇପଡ଼ିଶା ନେଇ ଘର କରିଚୁ। ଭଲମନ୍ଦ ସମସ୍ତଙ୍କର ଅଛି। କଥାରେ ଗଣ୍ଠି ଦେଇ ବସିଲେ ଚଳେ ନାହିଁ। ମୁଁ କ'ଣ ଆଉ ସେଇ ଦିନର କଥାକୁ ମନରେ ରଖିଛି ଦାଦି! ତମର ମାରିବାର ଅଧିକାର ଥିଲା, ଗୁରୁ ଗୁରୁଜନ, ଦି' ଚାପୁଡ଼ା ମାରି ଦେଲ ତ ହେଲା କ'ଣ। ଆମର ସହିବାର କଥା, ସହିଗଲି। ନ ହେଲେ ମଦନ ପଟ୍ଟନାହାକ ଛଡ଼ା ଇମିତି କିଏ ପୁଅ ଅଛି, ଭାଗିରଥି ପଟ୍ଟନାହାକକୁ ଧକା ଦେଇ ଘରୁ ନିକାଲି ଦବ। ଛାଡ଼ ସେ କଥା। ଗଲା କଥା ଗଲାଣି। ମୋତେ କାହିଁକି ଡକେଇ ଥିଲ କହିବଟି! ମଦନ ପଟ୍ଟନାୟକ ବୁଝି ପାରିଲେ ନାହିଁ ଭାଗୁ ମହାନ୍ତି ଭଲ କହିଲା କି ମନ୍ଦ କହିଲା। ଭାଗୁ ମହାନ୍ତି ମନରେ ଏବେବି ରିସା ଅଛି ନା, ସତ ସତ ଯେମିତି କହୁଛି ସେମିତି କ୍ଷମା କରି ସେ ଆଜି ଆପଣା ଲୋକ ଭଳି ବିପଦବେଳେ ସାହା ପୁରୁଷ ହୋଇ ଠିଆ ହେବ! ତଥାପି ମଦନ ପଟ୍ଟନାୟକଙ୍କୁ ସଙ୍କୋଚ ଲାଗୁଥାଏ। ମଦନ ପଟ୍ଟନାୟକ ପରା ଲୋକ, ପଟ୍ଟନାହାକ ପଡ଼ାର ମୁଖିଆ, ସେ ପୁଣି ଭାଗୁ ମହାନ୍ତି ଗୁମାସ୍ତା ପାଖରେ ହାତ ପାତିବ? ହେଲେ, ଭଗବାନ୍ବି ତ ଗଧ ପାଦ ଧରି ଥିଲେ ଦରକାରବେଳେ। ବହୁ କଷ୍ଟରେ ମଦନ ପଟ୍ଟନାୟକ କହିଲେ, ''ହଇ ହେ ଭାଗୁ, କଥାଟା କିନ୍ତୁ ବଡ଼ ଗୋପନ ରଖିବୁ। ରାଧା ଗୋବିନ୍ଦଙ୍କ ନାମ ଧରି କହିଲୁ। '' ଭାଗୁ ମହାନ୍ତି ସାଙ୍ଗେ ସାଙ୍ଗେ କହି ଉଠିଲା''ରାଧା ଗୋବିନ୍ଦଙ୍କ ଦ୍ୱାହି ମଦନାଦାଦି। ତମ ଛଡ଼ା ଆଉ କେହି ଜାଣିବେ ନାହିଁ। '' ''ଦେଖ, ପଟ୍ଟନାହାକ ପଡ଼ାର ଇଜ୍ଜତ ଯେମିତି ପଦାରେ ନ ପଡ଼େ। ପଟ୍ଟନାହାକ ଘର କିଏ ଆଉ ପଟ୍ଟନାୟକ ପଡ଼ା କିଏ। ଏ ଗୋଟିଏ ଘରର ମହତ୍ତ୍ୱ ଗଲେ ସବୁ ଘରର ମହତ୍ତ୍ୱ ଭାସିଯିବ। '' ଭାଗୁ ମହାନ୍ତି ଭାବୁଥିଲେ ତାଙ୍କୁ ଲାଗୁଥିଲା, ସତେ ଯେମିତି ଏ ଗୋଟିଏ ଘରର ମହତ୍ତ୍ୱ ଲାଗି ସବୁ ଘରର ମହତ୍ତ୍ୱ ଭାସିଯାଇଚି। ସବୁ ଘରର ମହତ୍ତ୍ୱ